ବେମାର ତା'କୁ ସହଜେ ଆକ୍ରମଣ କରିବ ନାହିଁ। ବୋଧେ କୋଉ କାମରେ ଚାଲିଯାଇଛି। ଯାହାହେଉ ଆଜି ସେ ଆନନ୍ଦରେ ବସିବ। ପାମ୍ପଡ଼ ଚୋବାଇବ। ଅଦ୍ଭୁତ ଲୋକ। ବିଚିତ୍ର ତା'ର ଢଙ୍ଗ, କବିତା ସେହି ବାଲକୋନି ଆଡ଼କୁ ଚାହିଁ ପାମ୍ପଡ଼ ଚୋବାଇଲା। ଆରେ, କବାଟ ଖୋଲା ହେଲାଭଳି ଜଣାପଡ଼ୁଛି। ତାହାହେଲେ ପାଷାଣ୍ଡ ଆସିଲା କି? ନାଁ, ସେହି ମୋଟା ପେଟାଲୋକଟା। ଯିଏ ତା'କୁ ଚା' ଦିଏ। ଇଏ ବି ଏକ ଅଜବ ଲୋକ। ଖାଇପିଇ ବେଶ୍ ଗଣ୍ଡି ବଢ଼ାଇଛି। ଲଙ୍ଗଳ ଦଉଡ଼ି ଅଣ୍ଟାକୁ ପାଇବ ନାହିଁ। ମୁଣ୍ଡଟି ବେଲଭଳି ଟାଙ୍ଗରା। ଶଙ୍ଖଭଳି ଚିକ୍କଣ। ପେଟଟି ଡାଲି ହାଣ୍ଡି ଭଳି ଗୋଲ। କି ବିଚିତ୍ର ଲୋକ ଏ ପୃଥିବୀରେ ଅଛନ୍ତି? ସେହି ଲୋକଟାର ଏ ବୋଧେ ପୁଝାରୀ। ବାବୁକୁ ଅଳ୍ପଦେଇ ବହୁତ ଖାଉଥିବ ନିଶ୍ଚଏଁ। ସେଇଥିପାଇଁ ଏଡ଼େ ଗଣ୍ଡି। ଆରେ କ'ଣ ଚେୟାରଟା ଆଣି ପକାଇଲାଣି। ବସିବ କି? ସେ ଲୋକଟା ବଦଳରେ ଇଏ ବସିବ। ୟାର ବି ଇଚ୍ଛା। କଲେଜରେ ପ୍ରକ୍ସି ପକାଇଲା ଭଳି ଇଏ ତା' ବାବୁଙ୍କର ପ୍ରକ୍ସି ପକାଇବ। ବାବୁ ଯେମନ, ପୁଝାରୀ ବି ତେମନ। କେହି କାହାକୁ ଊଣା ନୁହନ୍ତି। ଧନ୍ୟରେ ବାବୁ! ଧନ୍ୟରେ ପୂଝାରୀ! ଆରେ–ନା ତ ସେ ବସିଲା ନାହିଁ। ଚେୟାରଟା ପକାଇ ଚାଲିଗଲା। କୁଆଡ଼େ ଗଲା? କବିତା କିଛିକ୍ଷଣ ତେରେଛେଇ ସେହି ବାଲକୋନିକୁ ଚାହିଁଲା। ଏଣେ ପାଟିରେ ପାମ୍ପଡ଼ ମୁଡ଼ୁମୁଡ଼ୁ ହେଉଥାଏ। କ୍ଷଣକ ଭିତରେ ସେହି ଲୋକଟା ଆସି ପହଞ୍ଚିଲା। ବାଲକୋନି ଲାଇଟ୍ ଜଳି ଉଠିଲା। ଲୋକଟା ବାଲକୋନି ଉପରେ ଛିଡ଼ାହୋଇ ପ୍ୟାଣ୍ଟ୍ ସାଟ୍ ଓହ୍ଲାଇଲା। ଲୁଙ୍ଗିଟା ପିନ୍ଧି ଚେୟାର ଉପରେ ବସିପଡ଼ିଲା। କବିତା କ୍ଷଣକ ଭିତରେ ଦାନ୍ତକୁ କଡ଼ମଡ଼ କରି ଲୋକଟା ଉପରେ ବିରକ୍ତ। ହୋଇ ଘର ଭିତରୁ ଚାଲି ଆସିଲା। ଅଭଦ୍ର, ସେହି ବାଲକୋନି ଉପରେ ନ ବସିଲେ ଯେପରି ତା'ର ଭାତ ହଜମ ହୁଏ ନାହିଁ। ପାମ୍ପଡ଼ ଟେବୁଲ ଉପରେ ରଖିଦେଲା। ଖଟ ଉପରେ କିଛି ସମୟ ଗଡ଼ିପଡ଼ିଲା। ପରଦିନ ସକାଳେ ସୀତନାଥବାବୁ ବାରଣ୍ଡାରେ ବସି ଜଳଖିଆ ଖାଉଥିଲେ। ଡାଇନିଙ୍ଗ୍ ରୁମ୍ ନ ଥିବାରୁ ଏହି ପ୍ରଶସ୍ତ ବାରଣ୍ଡାରେ ଡାଇନିଙ୍ଗ୍ ଟେବୁଲୁ ପଡ଼ିଥାଏ। ତା'ର ଚାରିକଡ଼େ ଚାରିଖଣ୍ଡ ଚେୟାର। କବିତା ସୀତାନାଥବାବୁଙ୍କୁ ଖାଇବାକୁ ଦେଉଥାଏ। ସେଇ ଲୋକଟା ବାଲକୋନି ଉପରେ ଛିଡ଼ାହୋଇ ଚା' ପିଉଥାଏ। କବିତା ଲୋକଟାକୁ ଦେଖି ମୁହଁ ମୋଡ଼ିଦେଲା। ଧନ୍ୟରେ ଲୋକ। ହଠାତ୍ ସୀତାନାଥବାବୁଙ୍କର ଆଖି ସେ ଲୋକଟା ଉପରେ ପଡ଼ିଗଲା। ଆରେ ସେ ଲୋକଟା କିଏ? କେଜାଣି ମୁଁ ଜାଣିନାହିଁ, କବିତା ଉତ୍ତର ଦେଲା। ସୀତାନାଥବାବୁ ଜଳ ଜଳ କରି ତାଙ୍କୁ ଚାହିଁଲେ। ଲୋକଟାକୁ ଦେଖିଲା ଭଳି ମନେହେଉଛି। ମନେ ମନେ ଭାବିଲେ କେଉଁଠି ଦେଖିଛନ୍ତି ନିଶ୍ଚଏଁ। ମୋଟେ ମନେ ପଡ଼ିଲା ନାହିଁ। ଥାଳି ଉପରେ ହାତଟା ରଖି ବହୁତ ସମୟ ଭାବିଲେ। କିନ୍ତୁ କିଛି ସ୍ଥିର କରିପାରିଲେ ନାହିଁ। ଚିହ୍ନିଲା ଚିହ୍ନିଲା ଭଳି ମୁହଁଟା ଅଧିକ ସମୟ ନ ଭାବି ହାତଧୋଇ ଅଫିସଆଡ଼େ ବାହାରି ପଡ଼ିଲେ। ଲୋକଟା ସିମିତି ଛିଡ଼ାହୋଇ ଚା' ପିଉଥିଲା। ବାଆଁ ହାତରେ ଖବରକାଗଜ ଧରି ପଢ଼ୁଥିଲା। ବୁବୁଲୁ ଆସି ପହଞ୍ଚିଲା। ଅପା, ଖାଇବାକୁ ଦେବୁଟି। ଚେୟାର ଉପରେ ବସିଲା ବୁବୁଲୁ। କବିତା ଥାଳିରେ ଦୁଇଖଣ୍ଡ ପରଟା ଆଉ ଗୋଟିଏ ଆମଲେଟ ଆଣି ଥୋଇଦେଲା। ଅସଞ୍ଜତ କେଶରାଶିକୁ ସଜାଇ ଦେଉ ଦେଉ କହିଲା, ଆରେ ବୁବୁଲୁ ସେ ଲୋକଟାକୁ ତୁ ଚିହ୍ନିଚୁ? ପାଟିରେ ପରଟା ପୂରାଇ ପୂରାଇ ଗାଉଁ ଗାଉଁ ହୋଇ ବୁବୁଲୁ କହିଲା, କେଉଁ ଲୋକଟାକୁ? କବିତା ତା' ଆଗରେ ଛିଡ଼ା ହୋଇ ଥିରି ଥିରି କହିଲା, ସେ ପାଉଁଶିଆ ଦୋ'ମହଲା କୋଠା ବାଲକୋନିରେ ଯିଏ ଛିଡ଼ା ହୋଇଛି। ବାଆଁ ହାତରେ କବିତାକୁ ଠେଲିଦେଇ ବୁବୁଲୁ ସେ ଲୋକଟାକୁ ଚାହିଁଲା। ଆରେ! ଏ ଲୋକଟା ତ ସବୁଦିନେ ଷ୍ଟାଡ଼ିୟମ ଆଡ଼େ ସ୍କୁଟରରେ ଚଢ଼ିଯାଏ। ମୁଁ ତା'କୁ ଚିହ୍ନିନାହିଁ। ଷ୍ଟାଡ଼ିୟମରେ ବହୁତ ସମୟ ଦେଖିଛି। ଏବେ ନୂଆ ବଜାଜ ସ୍କୁଟରଟା କିଣିଛି। କ'ଣ ସେ କରେ, କବିତା ପଚାରିଲା? ମୁଁ ଜାଣିନାହିଁ। ସେ କ'ଣ କରେ। କ'ଣ ଗୋଟାଏ ନିଶ୍ଚୟ କରୁଥିବ ନଚେତ୍ ଗାଡ଼ି ଚଢ଼ନ୍ତା କିପରି? ଟୋକାଟା ଭାରି ଫୁର୍ତ୍ତି ଅଛି, ବୁବୁଲୁ କହିଲା।